ଓଡ଼ିଆ ଆନ୍ଦୋଳନର ଏକାଧିକ ବିବରଣୀ ଲେଖାହୋଇ ବହି ଆକାରରେ ବାହାରିଲାଣି, କିନ୍ତୁ କେହି ଜଣେ ମଧ୍ୟ ସେହି ବିଷୟଟିର ଉତଥାପନ କରିନାହାନ୍ତି। ପ୍ରଜାମାନଙ୍କର ପ୍ରସଙ୍ଗ ଉଠିଥିଲେ ରାଜାମାନେ ଯେ କଦାପି ସମ୍ମିଳନୀରେ ସାମିଲ ହୋଇନଥାନ୍ତେ, ଏତେ ଟିକିଏ ରାଜନୀତିକ ହେତୁ ରହିଥିବା ଜଣେ ମଣିଷ ବି ତାହା ଏବେ ମଧ୍ୟ କହିଦେଇ ପାରିବ। ଉତ୍କଳ ସମ୍ମିଳନୀ ନାମକ ସଂସ୍ଥାଟି ଏବେ ମଧ୍ୟ ଔପଚାରିକ ଭାବରେ ରହିଛି ଏବଂ ଏହି ଅସଲ ପ୍ରଶ୍ନଟି ଉପରେ ଯାବତୀୟ ଚର୍ଚ୍ଚା ସେଠାରେ ସତେଅବା ଅତ୍ୟନ୍ତ ଉଦ୍ଦେଶ୍ୟପୂର୍ଣ୍ଣ ଭାବରେ ନିଷିଦ୍ଧ ହୋଇ ରହିଛି। ଶହେବର୍ଷ ତଳେ ଉତ୍କଳ ସମ୍ମିଳନୀର ମଣ୍ଡପରେ ଅଭିନନ୍ଦିତ ହେଉଥିବା ରାଜା ଏବଂ ଜମିଦାରମାନେ ଆଦୌ କୌଣସି ଅର୍ଥରେ ନିଜ ପ୍ରଜାଗଣଙ୍କର ପ୍ରତିନିଧିତ୍ଵ କରୁନଥିଲେ। ସେମାନେ ଅସୁର ପରି ପ୍ରଜାମାନଙ୍କର ଶୋଷଣ କରୁଥିଲେ। ସେହି ଶୋଷଣର ଅପକୀର୍ତ୍ତି ଗୁଡ଼ାକ ସତେ ଅବା କାଲିଯାଏ ଲାଗି ରହିଥିବାର ଜଳଜଳ ହୋଇ ଦେଖାଯାଉଛି। ଓଡ଼ିଶା ଏକ ଅଲଗା ପ୍ରଦେଶ ହେବା ସମୟରେ ଗଡ଼ଜାତମାନେ ସେହିପରି ବାହାରେ ହିଁ ରହିଗଲେ। ସ୍ୱତନ୍ତ୍ର ଓଡ଼ିଶାକୁ ଗଠନ କରିବାରେ କେତେ ରାଜାଙ୍କ ନାମରେ ସେହି ଉତ୍ସବ କାଳରେ ବାନା ଉଡ଼ିଲା ସତ, ମାତ୍ର ଗଡ଼ଜାତର ପ୍ରଜାମାନେ ବାହାରେ ରହିଗଲେ ଏବଂ ସେମାନଙ୍କୁ ଆମ ସାଙ୍ଗକୁ ଆଣିବାର କାର୍ଯ୍ୟଟି ତଥାପି ଅସମ୍ପନ୍ନ ରହିଗଲା ବୋଲି ସେତେବେଳର ଉତ୍ସବର ମଣ୍ଡପରେ କେହି ଦୟାକରି ପଦେକଥା ମଧ୍ୟ କହିଲେ ନାହିଁ। ସ୍ୱତନ୍ତ୍ର ଉତ୍କଳ ନାମରେ ଏବେ ମଧ୍ୟ ବର୍ଷକୁ ବର୍ଷ ଆମେ ସଭାରେ ବିହ୍ଵଳ ହୋଇ କେତେ କ'ଣ କହୁଥିବା ସମୟରେ ଉକ୍ତ ବଞ୍ଚନାଟିକୁ ସତେ ଅବା ଭଲ କରି ଭାବି ଭୁଲିଯିବାକୁ ନିଷ୍ପତ୍ତି ମଧ୍ୟ କରିଥାଉ। ଓଡ଼ିଶା ପ୍ରକୃତରେ ଗୋଟାଏ ହେଲା, ଯେତେବେଳେ ସମଗ୍ର ଭାରତବର୍ଷ ସ୍ୱାଧୀନ ହେଲା। ଏକ ଏକାନ୍ତ ବିଡ଼ମ୍ବନାର କଥା ଯେ, ଉତ୍କଳ ସମ୍ମିଳନୀ ସମ୍ପୂର୍ଣ୍ଣ ଏହି ମଧ୍ୟବର୍ତ୍ତୀ ଅବଧିଟି ମଧ୍ୟରେ ସ୍ୱାଧୀନତା ପାଇଁ ଲଢ଼ା ଯାଉଥିବା ସଂଗ୍ରାମଟି ପାଇଁ କେବେହେଲେ ଆପଣାର ସମର୍ଥନ ଜଣାଇ ନଥିଲା। ଗୋପବନ୍ଧୁ ଦାଶ ସମ୍ମିଳନୀର ଏକ ଅଧିବେଶନରେ ଓଡ଼ିଆ ଆନ୍ଦୋଳନ ସ୍ଵାଧୀନତା ଆନ୍ଦୋଳନ ସହିତ ମିଶିଯାଉ ବୋଲି ପ୍ରସ୍ତାବଟିଏ ଗୃହୀତ କରାଇ ନେଇଥିଲେ ସତ, ମାତ୍ର ତା'ପରେ ସେଥିରେ ଆଗରୁ ରହି ଆସିଥିବା ରାଜା ଏବଂ ଜମିଦାରମାନେ ଆଉ ଧରାଛୁଆଁ ଦେଇନଥିଲେ। ସେମାନଙ୍କ ପାଇଁ ଭାରତବର୍ଷର ସ୍ଵାଧୀନତା ଲାଭ ସବୁ ଦୃଷ୍ଟିରୁ ଏକ ପ୍ରମାଦ ହୋଇ ରହିଥିଲା। ଭାରତବର୍ଷ ସ୍ୱାଧୀନତା ପାଇବାପରେ ମଧ୍ୟ ସେମାନେ ଭାରତବର୍ଷ ସହିତ ନରହି ବାହାରେ ଗୋଟିଏ ଗୋଟିଏ ସ୍ଵାଧୀନ ଦେଶ ହୋଇ ରହିବେ ବୋଲି ମସୁଧା କରୁଥିଲେ। ସେହି ଫିକରରେ ଆମ ମୟୁରଭଞ୍ଜ ନିଜକୁ ଏକ ସ୍ୱାଧୀନ ସତ୍ତା ହୋଇ ଘୋଷଣା ବି କରିଦେଇଥିଲା। ଅନ୍ୟ ରାଜାଏ ସେହିପରି ସୁଯୋଗମାନଙ୍କର ଅପେକ୍ଷାରେ ରହିଥିଲେ। ଏବଂ, ସେତେବେଳକୁ ଓଡ଼ିଶାରେ ସବୁ ମଣିଷଙ୍କର ହୋଇ ବାଟ କଢ଼ାଇ ନେବାକୁ ପଣ୍ଡିତ ଗୋପବନ୍ଧୁ ମଧ୍ୟ ମହଜୁଦ ନଥିଲେ। ଏବଂ, ଗୋପବନ୍ଧୁଙ୍କ ବଦଳରେ ସ୍ଥାନ ପୂରଣ କରିପାରିବା ଭଳି କିଏ ରହିଥିଲା ବୋଲି ପଛକୁ ଅନାଇ ଏବେ ମଧ୍ୟ କାହାକୁ ଜଣକୁ ଦେଖାଇ ଦିଆଯାଇ ପାରିବ? ସ୍ଵାଧୀନତା ପରେ ପଚାଶ ବର୍ଷର ଏହି ଦୀର୍ଘକାଳଟି ଅତୀତ ହୋଇ ଯାଇଥିଲେ ମଧ୍ୟ ଓଡ଼ିଶାରେ ପୂର୍ବର ସେହି ଗଡ଼ଜାତମାନେ ତଥାପି ବାରିହୋଇ ପଡୁଛନ୍ତି। ଯେକୌଣସି ହିସାବରେ ତୁଳନାତ୍ମକ ଅଙ୍କଗୁଡ଼ିକ ଅନୁସାରେ ମଧ୍ୟ ଗଡ଼ଜାତ ଏବଂ ମୋଗଲବନ୍ଦୀ ସତେ ଅବା ଦୁଇଟା ଅଲଗା ପୃଥବୀ ହୋଇ ରହିଛି। ସବୁ କ୍ଷେତ୍ରରେ ମୋଗଲବନ୍ଦୀ ଆଗରେ, ଗଡ଼ଜାତ